ପାଖରେ ଥିବା କଳରୁ ପେଟେ ପାଣି ପିଇ ଫେରିଆସିଲା। ମଣ୍ତପ ଉପରେ ବସିଲା। କେତେବେଳେ ପୁଣି ଶୋଇପଡ଼ିଚି, କି ସୁନ୍ଦର ଦୃଶ୍ୟସବୁ ତା ଆଖି ଆଗରେ ଝଲସି ଉଠିଲା। ପିଲାଦିନର ବାପୁଜୀ। ଛେଳି ମାଂସ ଖାଇଚନ୍ତି। ତା'ର ଦୃଶ୍ୟରେ ଅଧୀର। ବନ୍ଧୁ ବାନ୍ଧବଙ୍କ ଦ୍ୱାରା ଅବାଞ୍ଛିତ ଘୋଷିତ କୁଷ୍ଠରୋଗୀଙ୍କୁ କି ଆନନ୍ଦ ମନରେ ସେବା କରୁଚନ୍ତି। ଆଉ ଯୀଶୁଖ୍ରୀଷ୍ଟ। ଦିହରେ କଣ୍ଟା ମରା ଚାଲିଚି। ସେମିତି ପ୍ରଶାନ୍ତ, ଉଦାର ଓ ଗମ୍ଭୀର। ମୁଖରେ କାଳିମା ଟିକିଏ ନାହିଁ ଶେଷ ପର୍ଯ୍ୟନ୍ତ। ସ୍ୱପ୍ନ ଭାଙ୍ଗିଗଲା, ଲୋକ ଗହଳି ଓ ପାଟି ତୁଣ୍ତରେ। ନିଧିରାମକୁ ସାପ କାମୁଡ଼ିଚି। ସେ ମରି ଯାଇଚି। ମରୁ, ତାର ଶବ ସତ୍କାର କରିବାରେ ସଭିଏଁ ବିମୁଖ। ସେ ପରା ସମସ୍ତଙ୍କୁ ସାଧିଚି। ଶେଷଦେବ ଆଖି ମଳି ମଳି ଉଠିଲା। ଉନ୍ମାଦ ବ୍ୟକ୍ତି ପରି ନିଧିରାମ ଶବଟିକୁ ଧରି ଆଗେଇ ଚାଲିଲା। ଦୁନିଆକୁ ଚିର ପବିତ୍ର କରୁଥିବା ଜଳସ୍ରୋତରେ। ନିଧିରାମର କଳୁଷିତ ମୂର୍ତ୍ତିଟିକୁ ଭସାଇ ଦେଲା। ମହାର୍ଘ ସୁନା ଯାଇଥିଲା ପାଠ ପଢ଼ିବାକୁ। ସେଦିନ ସାର୍ଙ୍କ ପୁଅର ବିକଳ କ୍ରନ୍ଦନ ତାକୁ ବଡ଼ ବାଧିଲା। ଘରେ ଏକ ଜିଦ୍ ଧରିଲା। ବଡ଼ ଘରର ଗୋଟିଏ ବୋଲି ପୁଅ; ତା କଥା ରହିଲା। ତହିଁଆରଦିନ ଗୋଟେ ସିନ୍ଧୀ ଗାଈ ସାର୍ଙ୍କୁ ଦିଆଗଲା। ସାର୍ଙ୍କ ପୁଅର ଆନନ୍ଦ କହିଲେ ନ ସରେ-। ଗାଈ ସେବାରେ ସ୍ୱୟଂ ସାର୍ ଓ ସାର୍ ଙ୍କ ସ୍ତ୍ରୀ ଲାଗି ପଡ଼ିଲେ। ଗାଈଟିର ପିଲା ହେବ। ଗାଈଟି ପ୍ରଚୁର ଦୁଧ ଦବ। ନିଜେ କିଛି କିଛି ବିକି ପଇସା ଅର୍ଜନ ହେବ। ଉଜ୍ଜ୍ୱଳ ଭବିଷ୍ୟତ ଶିକ୍ଷକ ଦମ୍ପତ୍ତିଙ୍କୁ ଆନନ୍ଦାଭିଭୂତ କରିଥିଲା। ଗାଈର ପିଲା ହେଲା। ମାଈ ବାଛୁରୀଟିଏ। ସମସ୍ତଙ୍କ ମନ ଆନନ୍ଦରେ ଉଚ୍ଛୁଳି ପଡ଼ିଲା। ସବୁଠୁ ଖୁସି ହୋଇଥିଲେ ସାର୍ଙ୍କ ପୁଅ। ଦୁଧ ଦୁହାଁ ହେଲା। ପହିଲି ଦିନର ଦୁଧ ମହାଦେବଙ୍କ ମୁଣ୍ଡରେ ଢଳା ହେଲା। ସାର୍ଙ୍କପୁଅ ଏଥିରେ ପ୍ରତିବାଦ କରିଥିଲା। ବଡ଼ ମଣିଷଙ୍କ ପରି କହିଥିଲା—ମଣିଷ ଦୁଧ ଖାଇବାକୁ ପାଉ ନାହାନ୍ତି। ଆଉ ବୃଥାରେ ପଥର ଉପରେ ଦୁଧ ଇଡ଼ା ଚାଲିଚି। ଏଥିରେ ସାର୍ଙ୍କ ସ୍ତ୍ରୀ ଜିଭ କାମୁଡ଼ି ପକାଇଲେ। ପୁଅ ପାଟିରେ ହାତ ଦେଇ କଥା କହିବା ବନ୍ଦ କରାଇ ଦେଲେ, କାନ୍ଦ କାନ୍ଦ ହୋଇ କହିଲେ—ହେ ପ୍ରଭୁ! ନିର୍ବୋଧ ବାଳକ ମୋର କିଛି ଜାଣେନି। ପାଗଳଙ୍କ ପରି କ'ଣ ଗୁଡ଼େ କହୁଚି। ତାକୁ କ୍ଷମା କର। ଏ ଘର ପ୍ରତି ଶୁଭ ଦୃଷ୍ଟି ପଡ଼ୁ। ଶୁଭ ଦୃଷ୍ଟି ପଡ଼ି ନ ଥିଲା ସାର୍ଙ୍କ ଘରେ ଠାକୁରଙ୍କର। ବାଛୁରୀଟି ମରିଗଲା। ଗାଈଟି ଶୁଖି ଶୁଖି ଆସିଲା। ସତେ ଅବା ମହାଦେବ ଅଭିଶାପ ଢାଳିବାରେ ଲାଗିଗଲେ। ଗାଈଟି ଦିନେ ଦୁଇଦିନ ପରେ ଶୋଇ ରହିଲା। ଖାଲି ତା ଆଖିରୁ ଲୁହ ବୋହିବାରେ ଲାଗିଲା ଓ ତା'ପରେ ଖର ନିଶ୍ୱାସ ବୋହିଲା। ସାର୍ ଦଉଡ଼ିଲେ ପଶୁ ଡାକ୍ତରଙ୍କ ପାଖକୁ। ଡାକ୍ତର ଆସିଲେ। ଗାଈଟିକୁ ତନ୍ନ ତନ୍ନ କରି ପରୀକ୍ଷା କଲେ। ଲମ୍ୱା ଔଷଧ ତାଲିକାଟିଏ ବଢ଼ାଇ ଦେଲେ-। ତାଙ୍କର ଫିସ୍ ମୁଠାକ ଧରି ସେ ବାହାରିଗଲେ। ବୋଝ ଉପରେ ଏହା ନଳିତା ବିଡ଼ା। ରାମିଆ ଗଉଡ଼ ଆସିଲା। ସାର୍ କିଣିଥିବା ଗୋଖାଦ୍ୟକୁ ତନ୍ମ ତନ୍ନ କରି ପରୀକ୍ଷା କଲା-। କହିଲା—ଅଳପଇସା ଗୁଡ଼ିକ ମୂକ ଜୀବଙ୍କ ଜୀବନ ନେଇ ଖେଳୁଚନ୍ତି। ଗାଈଙ୍କ ଖାଦ୍ୟରେ ଗୁଡ଼ାଏ କ'ଣ ମିଶାଇ ଦଉଚନ୍ତି। ଏଥକୁ ଆମ ଲୋକେ ଆଗରୁ ସାବଧାନ ହୋଇ ଘାସ, ନଡ଼ା, ପାଳ, କୁଣ୍ଡା, କୁଳୁଚି, ପିଡ଼ିଆ ଆଦି ଖାଇବାକୁ ଦେଉଥିଲେ। ବାବୁ, ଏବେ ବିଜ୍ଞାନ ଯୁଗ, ଭଲ ତ ନାହିଁ ଭେଲ ସବୁଠି। ଗଢ଼ିବା ତ ନାହିଁ ଧ୍ୱଂସ ସବୁରି ମୂଳରେ। ରାମିଆ ଗଉଡ଼ଟି ଛୋଟ ହେଲେ ତା କଥାଟା ଥିଲା ବଡ଼। ସେ ଥିଲା ଜନ୍ମରୁ ମୂର୍ଖ, ହେଲେ ତାର ପରମ୍ପରା ତାକୁ ଦେଇଥିଲା ପାଣ୍ଡିତ୍ୟ। ସାର୍ଙ୍କ ମନ ପାପ ଛୁଇଁଲା। ସେ ଗୋ-ଖାଦ୍ୟ ଧରି ଧାଇଁଲେ ଡାକ୍ତରଙ୍କ ପାଖକୁ। ଡାକ୍ତର ପରୀକ୍ଷା ନିରୀକ୍ଷା କରି କହିଲେ—ଖାଦ୍ୟ ଦ୍ରବ୍ୟ ଠିକ୍ ଅଛି। ସାର୍ ମନକୁ ବୁଝାଇ ଦେଲେ। ରାମିଆଁଟା ମୂର୍ଖ। ଡାକ୍ତରବାବୁ ପଣ୍ଡିତ। ଗଦା ଗଦା ବହି ଧରି ପଢ଼ି ସେ ଚିକିତ୍ସା ଶାସ୍ତ୍ର ଅଧ୍ୟୟନ କରି ଅଛନ୍ତି। ବିଭିନ୍ନ ଜୀବଙ୍କ ଖାଦ୍ୟ ସମ୍ୱନ୍ଧରେ ସେ ଗବେଷଣା କରିଅଛନ୍ତି।